ରୁଗ୍ଣ କୋଟରାଗତ ଆଖି ଦୁଇଟିକୁ ଓଲଟାଇ ଚାହେଁ ତ ସେଇ ବୁଢ଼ୀ ଜଣକ-କୋଠା ଉପରର ବଙ୍ଗୀୟା ତୀର୍ଥଙ୍କରୀ। ଆଖି ଦୁଇଟାରେ ତାଙ୍କର ଯେମିତି ଭରିରହଚି କରୁଣା, ସ୍ନେହ ଅନୁରାଗ। ହାତକୁ ପାଣି ଗ୍ଳାସଟା ବଢ଼େଇ କହିଲେ, ''ବାବା, କୁଳି କରି ପକା। '' କୁଳି କଲି। ବୋଧହୁଏ ମୋ କୋଠରୀର ସୁଦୃଶ୍ୟ ଚେହେରା ପ୍ରତି ତାଙ୍କର ଆଗରୁ ଆଖି ପଡ଼ି ନ ଥିଲା। ଇଚ୍ଛା ହେଲା ନାହିଁ ତାଙ୍କର ସେ ଘରେ ବସିବା ପାଇଁ, ମତେ ରଖିବା ପାଇଁ। ଉପରକୁ ଉଠିଛି ବଡ଼ କଷ୍ଟରେ ବୁଢ଼ୀଙ୍କର ହାତରେ ଓ କାନ୍ଧରେ ଭରା ଦେଇ। ତା ଆରଦିନ ସକାଳ। କୋଠା ଉପରେ ଗୋଟାଏ ଖଟ ଉପରେ ମୋର ଶଯ୍ୟା, ଟେବୁଲ ଉପରେ ଡାକ୍ତରଖାନାର ଗୋଟାଏ ବିପୁଳ ଆୟୋଜନ। ଔଷଧ ଶିଶି, ନାଲି ପାଣି। କମଳା, ବେଦାନା, ଗ୍ଳୁକୋଜ ଇତ୍ୟାଦି। ଭୁଲି ଯାଇଥିଲି ସେ ଅପରିଚିତାର କଥା। ନିଦ ହୋଇ ଆସିଥାଏ। ଉଠିବାମାତ୍ରେ ଦେଖିଲି, ଜଣଙ୍କର ହାତ ମୋ ମଥା ଉପରେ। ବାଳ ଭିତରେ କେତୁଟା ଆଙ୍ଗୁଠି ବୁଲୁଚି ଅତି ଧୀରେ ଧୀରେ। କହିଲି, ମୋ ମୁଣ୍ଡ ବଥଉନି! -ମୁଣ୍ଡ ବଥାଇବା ପାଇଁ ନୁହେଁ, ଆରାମ ଲାଗିବ ବୋଲି। ହଠାତ୍ ତୋ ମଥା ଉପରେ ଦେଖିଲି ଥୋପାଏ ସିନ୍ଦୁର। ସଧବାର ସଙ୍କେତ, ବିବାହିତା ସେ। ଭାବିଲି, ଜୀବନରେ ଗୋଟାଏ ବଡ଼ ଭୁଲକରି ପକାଇଚି। ନାନା କଥା ଭାବିଛି। ଅଶୋଭନୀୟ, ଅପ୍ରୀତିକର କଥାଗୁଡ଼ାଏ। ଯୌବନର ଏ ଏକ ପ୍ରଚଣ୍ଡ ଅଭିଶାପ। ଦ୍ୱିତୀୟ ଥର ଆଖି ଖୋଲି ଡାକିଲି-ପୁଷ୍ପା! ଏହି ପ୍ରଥମ ସମ୍ବୋଧନରେ ଅପରିଚିତା ମୁହଁରେ ଯେଉଁ ଆନନ୍ଦୋଜ୍ଜ୍ୱଳ ଉଲ୍ଲସିତ ଶୋଭା ଦେଖିଲି, ସେଥିରେ ମୋ ହୃଦୟ ଭିତର ଯେଭଳି ଉଦ୍ଭାସିତ ହୋଇଉଠିଲା। ଗତ ରାତିର ସମସ୍ତ ବେଦନା ଅସୁସ୍ଥତା ଯେଭଳି ଏହି ଅମୋଘ ଔଷଧରେ ପ୍ରଶମିତ ହେଲା। ସେହିଦିନଠାରୁ ଆଉ ମୁଁ ତଳକୁ ଓହ୍ଲେଇନି। ଆଉ ସେଇ ଅମସୃଣ ଚଟାଣରେ ମୋର ପଦଚାରଣ ହୋଇନି। ଖଜୁରୀ ମଶିଣା ଉଇ ଲାଗି ନଷ୍ଟ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଇ ଅକ୍ଷରଗୁଡ଼ାକ ଅଲିଭା ରହିଛି କାନ୍ଥ ଉପରେ। ''କବିନିଳୟ'' ଜୀବନ୍ତ ରହିଛି। ଶରଣାର୍ଥିନୀ ବାସଚ୍ୟୁତା ପୁଷ୍ପା ଓ ଚାକୀମା। ଏମାନଙ୍କ ଜୀବନ ଗୋଟିଏ ଗୋଟିଏ ତୋଫାନ। ଏହି ତୋଫାନରେ ଉଡ଼ି ଆସିଥିଲେ ସେମାନେ ପୁରୀକି। ଭାରତ ବିଭାଜନର ପ୍ରଥମ ଧକ୍କା ବାଜିଛି ଏମାନଙ୍କ ଉପରେ। ଚାକୀମାର ଘର ତ୍ରିପୁରାରେ। ସ୍ୱାମୀ ପ୍ରଫୁଲ୍ଲକୁମାର ଚାକୀ। ବଡ଼ ଓକିଲ। ଚାରି ମହଲାର କୋଠା। ହତା ଭିତରେ ତିନି ତିନିଟା ପୋଖରୀ। ବିରାଟ ଫୁଲବଗିଚା। ଘରେ ବୋଲି ଦୁଇ ପ୍ରାଣୀ। ସ୍ୱାମୀ ସ୍ତ୍ରୀ। ଖୁବ୍ ଆନନ୍ଦ ବିଳାସରେ ଦିନ କଟୁଥିଲା। ହଠାତ୍ ଦୁର୍ଦ୍ଦିନ ଆସି ପହଞ୍ଚିଲା। ଚାକୀମା କହେ, ମୁଁ ଶୁଣେ। ବଡ଼ ଭୟଙ୍କର, ରୋମାଞ୍ଚକ, ଲୋମହର୍ଷଣକାରୀ ସେ କାହାଣୀ। ଚାରିପଟେ ମୁସଲମାନ ବସ୍ତି। ମୃତ୍ୟୁ-ଆଶଙ୍କାରେ ଭିଟାମାଟିର ମମତା ଛାଡ଼ି ସେମାନେ ପ୍ରସ୍ତୁତ ହେଉଥିଲେ କଲିକତା ଚାଲିଆସିବା ପାଇଁ। ତା ଆରଦିନ ସକାଳ କିମିତି ହେବ, ଗାଡ଼ି ଧରିବେ କିମିତି ବସ୍ତିବାଲାଙ୍କୁ କ'ଣ କହିଲେ ସେମାନେ ବିଶ୍ୱାସ କରିବେ ଯେ ଏମାନେ ପୁଣି ପେରିଆସିବେ ଘରକୁ-ଏହା ହିଁ ଥିଲା ପ୍ରଧାନ ଚିନ୍ତା-। ସେଦିନ ରାତି ଦୁଇ। ଦୁହେଁ ଶୋଇଚନ୍ତି ନିଘୋଡ଼ ନିଦରେ। ତଳେ ବେଡ଼ିଂ ବନ୍ଧା ହୋଇ ରହିଛି। ଘଡ଼ିରେ ଆଲାରାମ ଚାବି ଦିଆହୋଇଛି, ଚାରିଟା ବାଜିଲେ ଉଠେଇଦେବ ସେ। ଏମାନେ ଚାଲିଯିବେ ପାହାନ୍ତିଆରେ। ହଠାତ୍ ଶୁଭିଲା ଦୁଆର ମୁହଁରେ ଖଟ୍ ଖଟ୍ ଶବ୍ଦ। କିଏ, ରହମନ୍? ଦୁଆର ଖୋଲ। କାହିଁ ଇଏତ ରହମନ ପାଟି ଭଳି ଶୁଭୁନି। ବସ୍ତିବାଲା ତ ଜାଣି ନାହାନ୍ତି ସେମାନଙ୍କ ଯିବା କଥା। ତେବେ କିଏ? ହଠାତ୍ ଦୂରରୁ ଶୁଭିଲା-ଆଲ୍ଲା ହୋ ଆକ୍ବର। ଏମାନେ ଦୁଆର ନ ଖୋଲୁଣୁ ଖୋଲିଗଲା ସହସ୍ର ଧକ୍କାରେ। ଗୁଡ଼ାଏ ଦୁଦ୍ଧର୍ଷ ପଠାଣ ପଶିଆସିଲେ ଘର ଭିତରକୁ-। ଗୋଟିଏ ମିନିଟର ଘଟଣା। ଗଲେ, ଅଇଲେ, ସବୁ ଶେଷ ହୋଇଗଲା। ଦୀର୍ଘ ଓକିଲାତି ଚେହେରା ବିକ୍ଷିପ୍ତ ହୋଇପଡ଼ିଲା। ଚେଁ ନାହିଁ, ଚାଁ ନାହିଁ, ନିଃଶବ୍ଦ ମୃତ୍ୟୁ। ନୀରବ ସେ ବିଦାୟ। ପ୍ରଫୁଲ୍ଲକୁମାର ଚାକୀଙ୍କ ଶିରଛେଦ। ଗୋଟାଏ ଦିଗରେ ରକ୍ତର ସ୍ରୋତ, ଅନ୍ୟ ଦିଗରେ ଜୀବନ୍ତ ଶରୀର ଦୁଇଟା ଚକ୍ଷୁ ମଧ୍ୟରୁ ଅଶ୍ରୁର ବନ୍ୟା। ହାତରେ ଖଣ୍ଡିଏ କନାବ୍ୟାଗ।